ଯେତେ ଆଣିଲେ ବି ସରିବନି। ପ୍ରତ୍ୟେକ ଦୁନୁ ଗୋଛାଏ ଗୋଛାଏ ନୋଟ। କିନ୍ତୁ ଭାରି କୃପଣ। ପଣ୍ଡାଏ କହନ୍ତି, ଏମିତି ଯାତ୍ରୀ ମିଳିଲେ ଘରେ ଚୁଲି ଜଳେନା। ସତରେ ଭାରି କୃପଣ! ମୁକ୍ତହସ୍ତା ବୋଇଲେ କେବଳ ଆମ ଦି'ଜଣଙ୍କ ପାଇଁ। ଆମ ପାଇଁ ସୁଇଟ୍, କୋଟ୍, ନେକ୍ଟାଇ, ସ୍କର୍ଫ, ସ୍ୱେଟର, ନୂଆ ନୂଆ ସାଇକେଲ। କିନ୍ତୁ ବାହାରେ ପରିବାୱାଲା ସହିତ ନିତ୍ୟକଳି। ବାଇଗଣ ସେର ଛଅ ଅଣା ହେଲେ ତାର ଦାବୀ ନେବା ପାଇଁ ତିନି ଅଣାରେ। ସମସ୍ତେ ତା ପ୍ରତି ବିରକ୍ତ, କିନ୍ତୁ ସମସ୍ତେ ଆସି ଯାଚନ୍ତି ନିଅ ନିଅ ବୋଲି। ସନ୍ଧ୍ୟା ହେଲେ ପୁଷ୍ପା ପୁଷ୍ପମଣ୍ଡିତା ହୁଏ। ପୁଷ୍ପାଭରଣରେ ତା କବରୀ ମହକି ଉଠେ। ମା ପଛେ ପଛେ ଆମ ଘର ଘର ବୁଲୁ। ବଙ୍ଗାଳୀଦାଦା ଦିଦିମାନଙ୍କ ସହ ପରିଚୟ ହୁଏ। ସମସ୍ତେ ଜାଣନ୍ତି, ଆମେ ମା'ର ଗର୍ଭଜାତ ଦୁଇ ସନ୍ତାନ। କଲେଜରେ ଦ୍ୱିତୀୟ ବର୍ଷ। ସାଙ୍ଗସାଥିଙ୍କ ଈର୍ଷାକାତର ସହସ୍ର ଚକ୍ଷୁ ଆମରି ଉପରେ। ସେମାନେ ଚାହୁଁ ନ ଥିଲେ ଦାରିଦ୍ର ବ୍ରାହ୍ମଣ ଟୋକାଟାର ଏପରି ସ୍ୱଚ୍ଛଳତା। ମୋ ସାଙ୍ଗସାଥିଙ୍କ ମଧ୍ୟରୁ କିଏ ମଠବାଡ଼ି, କିଏ ଟ୍ୟୁସନର ଆଶ୍ରୟ ନେଇଥାଆନ୍ତି। ଯେଉଁଠି ଠିଆହେଲେ ଶୁଣୁ ଆମରି ଚର୍ଚ୍ଚା। କାନ୍ଥ ବାଡ଼ରେ ବିଦ୍ୱେଷମୂଳକ ଲେଖା। ମୋରି କବିତାର ମୋ ପ୍ରତି ଧିକ୍କାର। ଏପରିକି କଲେଜ ବ୍ଲାକ୍‌ବୋର୍ଡରେ ଲେଖାଯାଇଥାଏ ଅନେକ କଥା। ମତେ ଦୁଃଖ ଲାଗେ। ବିବ୍ରତ ହୋଇପଡ଼େ। କିନ୍ତୁ ପୁଷ୍ପା ଖୁସି ହୁଏ। ସହପାଠିନୀମାନଙ୍କୁ ଉତ୍ତର ଦିଏ ନାନା ଭଙ୍ଗୀରେ। ମୁଁ ଚାହୁଁଥିଲି ଏସବୁର ଏକ ପରିସମାପ୍ତି। ଶୀଘ୍ର ଯଥାଶୀଘ୍ର ଏହାର ଏକ ପରିଣତି। କିନ୍ତୁ ପରିଣତି ଯେ ଏତେ କଠୋର, ଏତେ ନିର୍ମମ ହୋଇଉଠିବ, ଆଶା କରୁ ନ ଥିଲି! ତା ପୂର୍ବଦିନ ରାତିରେ ଖଣ୍ଡିଏ କ'ଣ ଚିଠି ଆସି ପହଞ୍ଚିଥାଏ ମୋ ପାଖରେ। କେହି ଆମେ ପଢ଼ିନୁ। ଖାଲି ଜାଣିଥିଲୁ ଯେ ଖଣ୍ଡିଏ ଚିଠି ଆସିଛି। ଏପର୍ଯ୍ୟନ୍ତ କୌଣସି ଚିଠି ଆସି ନ ଥିଲା। ବିଳାସବ୍ୟସନର ପ୍ରାଚୁର୍ଯ୍ୟ ଭିତରେ କୌଣସିଥିରେ ମୁଣ୍ଡ ପୂରାଇବାକୁ ଚାହୁଁ ନ ଥିଲୁ। ଭାବୁଥିଲୁ ଜୀବନଟା ଏମିତି ଚାଲିଯିବ ସୁଖରେ ସୁଖରେ। ମା'ଠୁ ଆମେ ଅବିଚ୍ଛିନ୍ନ ହୋଇ ରହିବୁ ଆମରଣ। କିନ୍ତୁ ମା'ର ମୃତ୍ୟୁ ପୂର୍ବରୁ ଆମ ସୌଭାଗ୍ୟର ହେଲା ଅକାଳ ମୃତ୍ୟୁ। ସେଦିନ ମେଘାଚ୍ଛନ୍ନ ଆକାଶ। ଝିପି ଝିପି ବର୍ଷା। ଏକ୍ସପ୍ରେସ ପୁରୀ ହାଉରା ଗାଡ଼ି ଛାଡ଼ିବାକୁ ଆଉ ତିରିଶ ମିନିଟ ବାକୀ। ଜଣେ ବନ୍ଧୁଙ୍କ ଘରୁ ଆମେ ଫେରୁଥାଉ ଦୁଇଜଣ। ଘରକୁ ଆସି ଦେଖୁ, ତାଲା ବନ୍ଦ। ଚମକ ପଶିଲା ମନରେ। ହଠାତ୍ ମନେ ପଡ଼ିଗଲା ଗତକାଲି ରାତିର ଚିଠି। ପଡ଼ିଶା ଘରେ ଚାବି ରହିଛି” ଖଣ୍ଡିଏ ଛୋଟ ଚିଠିରେ କେତୋଟି ଧାଡ଼ି ମାତ୍ର। ମୁଁ କଲିକତା ଯାଉଚି, ଦୁଇଦିନ ବାଦ୍ ଫେରିଆସିବି। ସଙ୍ଗେ ସଙ୍ଗେ ଷ୍ଟେସନ ଗଲୁ। ସେତେବେଳକୁ ଗାଡ଼ି ଛାଡ଼ି ଦେଇଥିଲା ଠିକ୍ ଅଧ ମିନିଟ୍ ଆଗରୁ। ଗାଡ଼ିର ପଛକୁ ଚାହିଁ ଚାହିଁ ଫେରିଲୁ। ସେହିଦିନଠାରୁ ଆମେ ଅପେକ୍ଷା କରି ରହିଚୁ। ଦୁଇ ଦିନପରେ ତିନି ଦିନ, ମାସ ପରେ ମାସ। ସନ୍ଧାନ ନାହିଁ, ଠିକଣା ନାହିଁ। ମା'ର ପୁନରାଗମାନର ଅଭାସ ସୁଦ୍ଧା ନାହିଁ। ଯିଏ ଏତେ ଭଲ ପାଉଥିଲା, ସେ କ'ଣ ଭୁଲିଯାଇପାରେ ଦୁଇଟି ନିରାଶ୍ରିତ ଜୀବନକୁ? ଅପେକ୍ଷା ଅପେକ୍ଷାରେ ଆଖିପାଣି ଆଖିରେ ମରିଲା। ସାହିପଡ଼ିଶାଙ୍କ ଅଟ୍ଟହାସ, ଉପହାସ, ସାଙ୍ଗସାଥିଙ୍କ ଚୁଗୁଲି ସବୁ ସହି ଛାତିକୁ ପଥର କରିନେଲୁ। ମୁଁ ରାନ୍ଧେ, ପୁଷ୍ପା ଖାଏ; ସେ ରାନ୍ଧିଲେ ମୁଁ ଖାଏ। ତାର ଦେହ ଖରାପ ହେଲେ ମୁଁ ହୁଏ ଡାକ୍ତର। ମୁଁ ଅସୁସ୍ଥ ହେଲେ ସେ ହୁଏ ଲେଡି ଡାକ୍ତର। ବଦନାମି ଯେମିତି ପର୍ବତକୃତି। ସ୍ତୂପ ପରେ ସ୍ତୂପ। ପୁଷ୍ପା ବଦନାମିକୁ ଭାରି ଭଲ ପାଏ। ଯେତେ ବଦନାମି ହେବ, ସେତିକି ମଙ୍ଗଳ। ଥରେ ଥରେ କହେ ଦାଦା, ବୟସରେ ମୁଁ ଛୋଟ; କିନ୍ତୁ ବଦନାମିର ଢେଉ ଭାଙ୍ଗିଚି ମୋ ଦେହ ଉପରେ ବହୁତ। ଲହଡ଼ି ଭାଙ୍ଗି ଯେମିତି ମୁଁ ଗୋଟାଏ ପ୍ରଶାନ୍ତସାଗର ହୋଇ ପାରହୋଇ ବଙ୍ଗୋପସାଗର କୂଳରେ ଆସି ଲାଗିଚି। ଇଏ ତ ଅତି ସାମାନ୍ୟ।” ସାମନାରେ ୱେଷ୍ଟ ପେପର ବାସ୍କେଟକୁ ଖଣ୍ଡିଏ ଖଣ୍ଡିଏ କାଗଜ ଚିରି ଚିରି ସେ କହୁଥାଏ ବହୁତ କଥା। ହଠାତ୍ ଅଟକିଗଲା ସେ। କି ହେଲା, ବନ୍ଦ ହୋଇଗଲୁ ଯେ? ଦେଖିଲି ଗୋଟାଏ କ'ଣ ପଢ଼ୁଛି।